ତାଙ୍କର ଗୋରା ତକତକ ମୁହଁରେ କେଜାଣି କେତେ ଭୟ, ଆଶଙ୍କା, ଲଜ୍ଜ୍ୟା ଅନୁଶୋଚନା ଏପରି କି ତୀବ୍ର ପ୍ରଚଣ୍ଡ କ୍ରୋଧର ଆଜ୍ଞାତ ରଙ୍ଗ ଓ ରେଖାସବୁ ଖେଳିଗଲା। ଅପ୍ରତିଭ ହୋଇ ଶେଷରେ ସେ ଯେତେ ଶୀଘ୍ର ପାରନ୍ତି ସେତେ ଶୀଘ୍ର ଆମଠାରୁ ବିଦାୟ ନେଇ ଚାଲିଯିବାପାଇଁ ଅନୁମତି ଚାହିଁଲେ ଓ ଚାଲିଗଲେ ମଧ୍ୟ। କିନ୍ତୁ ତାରି ପରେ ପରେ ଆରମ୍ଭ ହୋଇଗଲା ସେଇ ବିଚିତ୍ର ନାଟକ ଆମ ଘରେ। ତନୁଜା ଯଥାରୀତି କିଚିନ୍ ଭିତରେ ପ୍ରବେଶ କଲା। ରାତି ପାଇଁ ଖାଇବା ପ୍ରସ୍ତୁତ କରିବା ଛଡ଼ା ସେବା କ'ଣ କରିଥାନ୍ତା ସେତେବେଳେ। ବାସନକୁସନର ଝଣଝାଣ୍, ଟ୍ୟାପ୍ରୁ ପାଣି ବାହାରିବାର ଆୱାଜ ଓ ପାଣି ବନ୍ଦ ହେବା ଆୱାଜ ସାଥୀରେ ତାର ଶାଢ଼ୀର ସ୍ଵାଭାବିକ ଖସ୍ ଖସ୍ ଶବ୍ଦ ମୋତେ ନିଃସନ୍ଦେହ କରିଥିଲେ ତା' ସମ୍ପର୍କରେ। ଡିନର ପାଇଁ ଅପେକ୍ଷା କରୁ କରୁ ରେକର୍ଡ଼ ପ୍ଲେୟାର ଅନ୍ କରି ମୋର ପ୍ରିୟ ସଙ୍ଗୀତଜ୍ଞ ବଡ଼େ ଗୁଲାମ ଅଲ୍ଲିଙ୍କର ଗୋଟିଏ ଠୁମ୍ରୀ ଆରମ୍ଭ କରିବା ଛଡ଼ା ମୋର ଆଉ କ'ଣ କର୍ତ୍ତବ୍ୟ ସେତେବେଳେ। କିନ୍ତୁ ରେକର୍ଡ଼ ପ୍ଲେୟାରର ଷ୍ଟୋରିଓ ପିକ୍ଅପ୍ ଏଲ୍. ପି. ର ବ୍ଳାଙ୍କ ଫେସ୍ ସ୍ପର୍ଶ କରୁ ନ କରୁଣୁ ଗୋଟିଏ ଅତି ଅସ୍ଵାଭିକ ଶବ୍ଦ ବାହାରିବାକୁ ଶୁଣି ମୁଁ ଚମକି ପଡ଼ିଲି। ସେ ଶବ୍ଦ କ'ଣ ରେକର୍ଡ଼ରୁ ବାହାରିଲା? ସ୍ତବ୍ଧ ହୋଇ କାନ ଡେରୁ ଡେରୁ ମୋର ଖିଆଲ ହେଲା-ସେ ଶବ୍ଦର ଉତ୍ସ ରେକର୍ଡ଼ରେ ନଥାଇ ପ୍ରକୃତରେ ଥିବା କେଉଁଠି ସମ୍ଭବପର, ସେଥିପ୍ରତି। ପିକ୍ଅପ୍ଟାକୁ କ୍ରାଡ଼ଲ ଉପରକୁ ଫୋପାଡ଼ି ଦେଇ ଗୋଟାଏ ଡିଆଁରେ ଯାଇ କିଚିନ୍ ଭିତରେ ଠିଆ ହୋଇପଡ଼ିବା ଛଡ଼ା ମୋର ଗତି ଆଉ ଥିଲା କ'ଣ ସେତେବେଳେ? ସେ ଉଚ୍ଚ ଚିତ୍କାର ଯେ ତନୁଜାର ଓ ତା' ଛଡ଼ା ଅନ୍ୟ କାହାର ହୋଇ ନପାରେ-କେହି ଅପ୍ରମାଣ କରିପାରିଥାନ୍ତି କିପରି? କିନ୍ତୁ ମୋର ସେ ଅଦ୍ଭୁତ ଡିଆଁ ହୁଏତ ଭୟାର୍ତ୍ତ ଚେହେରା ଦେଖିବାକ୍ଷଣି ତନୁଜା ନିଜେ ଶଙ୍କିତ ହୋଇଯିବ କଣ ଓଲଟି ଫିସିକିନା ଟିକେ ହସିଦେଇ ପୁଣି ଗମ୍ଭୀର ହୋଇଗଲା-ସତେକି ସେ ସେତେବେଳେ କେବଳ କହିବାକୁ ଚାହୁଁଥିଲା: ଏତେ ତରବର କାହିଁକି? ଅପେକ୍ଷା କର। ଏଇତ ପାଞ୍ଚ ମିନିଟରେ ସବୁ ସରିଯିବ। ବଢ଼ା ହେଲେ ଡାକିବି ନାହିଁ କି। ଯାଅ ଗୀତ ଶୁଣିବ ଯାଅ ନା। ତାର ଏଇ ଅସଲଗ୍ନ ସ୍ଥିର ସ୍ୱାଭାବିକ ହିଁ ମତେ ଆହୁରି ଚମକଇ ଦେଇଥିଲା ସେତେବେଳେ। ତେବେ ସେ ଚିତ୍କାର ତନୁଜାର ନଥିଲା। ମୁଁ ତେବେ ଭୁଲ ଶୁଣିଲି? ଏହିପରି ସନ୍ଦେହ ଯୋଗୁଁ ମୁଁ ଦ୍ଵିଗୁଣ ଆଶଙ୍କିତ ହୋଇ ଚତୁର୍ଦ୍ଦିଗକୁ ଆଖି ବୁଲାଇ ଦେଖି ଲାଗିଲି। କିନ୍ତୁ କାହିଁ-? ମଣିଷର ସ୍ୱର ସେ ଘରେ ତୃତୀୟ କାହିଁ? ଟିକିଏ ପୂର୍ବରୁ ମୁଁ ଯୋଉ ପ୍ରାୟ ଏକ ଆର୍ତ୍ତଚିତ୍କାର ଭଳି କିଛି କଅଣ ଶୁଣିଲି ସେ ତେବେ ତନୁଜାର ଗଳାରୁ ବାହାରି ନାହିଁ? -କେମିତି ବିଶ୍ୱାସ କରିଥାନ୍ତି। 'ମତେ ଡାକିଲ? ' କୌତୁହଳ ସମ୍ଭାଳି ନପାରି ମନରୁ ସନ୍ଦେହ ଦୂର କରିବା ଉଦ୍ଦେଶ୍ୟରେ ମୁଁ ତନୁଜାକୁ ହସିବାର ଛଳନା କରି ପଚାରିଲି, କାରଣ ତା ନ କରିଥିଲେ ହୁଏତ ସେ ମୋ ଠାରୁ ଆହୁରି ବେଶୀ ଭୟ ପାଇ ଯାଇଥାନ୍ତା ଓ ତାର ମନ୍ଦ ଫଳ ତା' ଉପରେ ଯେଭଳି ପଡ଼ିଥାନ୍ତା ତାହା ଆମକୁଇ ଭୋଗିବାକୁ ପଡ଼ିଥାନ୍ତା। କିନ୍ତୁ ସେ ପ୍ରଶ୍ନର ଉତ୍ତର ଦେବାଠାରୁ ମୁଁ ଯେଭଳି ପାଇଲି ସେଥିରେ ମୋର